ଏହାକୁ ଯାବତୀୟ ଧର୍ମସଂସ୍ଥାପନର ଇତିହାସରେ ଯଥାର୍ଥରେ ଏକ ବିରଳ ଘଟଣା ବୋଲି କୁହାଯାଇପାରିବ। ଭୀମ ଭୋଇଙ୍କର ଏହି ଉଜ୍ଜ୍ୱଳ ସନ୍ଦେଶଗୁଡ଼ିକ ତାଙ୍କର କୃତିଗୁଡ଼ିକରେ ରହିଥିଲେ ମଧ୍ୟ ଯେଉଁ ଅନ୍ୟମନାମାନେ ତାଙ୍କର ମାଳିକା ଅଂଶଟିକୁ ଆଗ ଦେଖନ୍ତି, ସେମାନଙ୍କୁ ପ୍ରକୃତରେ ଅତ୍ୟନ୍ତ ଗୁଣୀଜନ ବୋଲି କହିବାକୁ ହେବ। ସଂସାରକାତର ମନୁଷ୍ୟମାନେ ହୁଏତ ସବୁକାଳେ ସଂସାରର ସାଧାରଣ ତୁମ ଆମଙ୍କୁ କାତର କରି ପକାଇବା ନିମନ୍ତେ ଭାରି ଚକ୍ରାନ୍ତ କରି ଆସିଛନ୍ତି। ସଂସାରରେ ଅକାଳେ ସକାଳେ କୌଣସି ଦୁର୍ବିପାକ ପହଞ୍ଚିଲେ ସେମାନଙ୍କୁ ସତେଅବା ମହାପୁଷମାସଟିଏ ଆସି ପହଞ୍ଚିଗଲା ପରି ଲାଗୁଛି। ଖବରକାଗଜରେ ଭୀମ ଭୋଇଙ୍କର ଭଣିତା ସହିତ ଯେଉଁ ମାଳିକାଂଶଟି ବାହାରିଛି, ତାହା ହେଉଛି ତାଙ୍କଦ୍ଵାରା ଲିଖିତ ହୋଇଥିବା ଏକ ଚଉତିଶାର ଗୋଟିଏ ପଦ। ସେଥିରେ ଭୀମ ଭୋଇ ପୃଥ୍ୱୀବାସୀଙ୍କୁ ଝାଉଁଳି ନ ପଡ଼ିବା ପାଇଁ କହିଛନ୍ତି। ଯିଏ ଝାଉଁଳି ପଡ଼ିବ, ସିଏ ନିଜ କାତରତାର ହିଁ ପ୍ରମାଣ ହେବ। ସିଏ ଅବଶ୍ୟ ବିଦା ହୋଇ ଚାଲିଯିବ ଓ ତେଣୁ ବିହନ ହୋଇପାରିବ ନାହିଁ। 'ଝଞ୍ଜକା ମଧ୍ୟରୁ ଯେ ବଞ୍ଚି ରହିବ, ବିହନ ହୋଇବ ସେହି' ବୋଲି ପୂର୍ବଧାଡ଼ିରେ ଉଲ୍ଲେଖ କରିଛନ୍ତି। ଆଗାମୀ ପୃଥିବୀ ନିମନ୍ତେ ଆବଶ୍ୟକ ବିହନ ଅବଶ୍ୟ ରହୁ ବୋଲି ଯିଏ ଚିନ୍ତା କରୁଛି, ସିଏ କଦାପି ପୃଥିବୀ କିପରି ଛାରଖାର ହୋଇ ସରିଯିବ, ତାହାପାଇଁ ଭବିଷ୍ୟବାଣୀ ବଖାଣି ବିପନ୍ନ ମଣିଷମାନଙ୍କୁ ଭୟଭୀତ କରାଇବାକୁ ମନ କରିବ ନାହିଁ। ୟୁରୋପରେ ଶୀତଋତୁରେ ଭୂଇଁଟା ବରଫ ତଳେ ମାସ ମାସ ଧରି ଘୋଡ଼ାଇ ହୋଇ ରହିଥାଏ। ଶୀତାର୍ତ୍ତ ହୋଇ ବାହାରକୁ ଅନାଉଥିବା ମଣିଷ ହୁଏତ ବଡ଼ ବଳରହିତ ଭାବରେ ଭାବୁଥାଏ ଯେ, ଏହି ବରଫର ଅନ୍ତ କଦାପି ହେବନାହିଁ ଓ ମାଟିସବୁ ତାହାରି ତଳେ ଅକାମୀ ହୋଇ ରହିଯିବେ। ଗଭୀର ବରଫ ତଳେ ମଞ୍ଜିମାନେ ତଥାପି ରହିଥାନ୍ତି, ସେମାନେ ବିହନ ହୋଇ ରହିଥାଆନ୍ତି। ତପସ୍ୟାରତ ହୋଇ ରହିଥାନ୍ତି। ସମୟ ଆସେ ଏବଂ ବରଫ ତରଳେ। ବିହନମାନେ ଅଙ୍କୁରିତ ହୋଇ ଉଠନ୍ତି। ଜୀବନର ଅବିଛିନ୍ନତାକୁ ପ୍ରମାଣ କରିଦିଅନ୍ତି। ଏକ ସାମାଜିକ ଚିତ୍ରରୂପର ପ୍ରଶସ୍ତ ଭୂମି ଉପରେ ଇଟାଲୀର ଉପନ୍ୟାସକାର ସିଲୋନେ ତାଙ୍କର ଉପନ୍ୟାସରେ ସେହି ସତ୍ୟଟିର ଉପସ୍ଥାପନା କରିବାର ପ୍ରୟାସ କରିଛନ୍ତି। ପୃଥିବୀକୁ, ଏହି ପୃଥିବୀ ଉପରେ ଜୀବନର କାହାଣୀଟିକୁ ଏବଂ ଏଠି ମଣିଷ ଦ୍ଵାରା ନିରନ୍ତର କରାଯାଉଥିବା ଯାବତୀୟ ଉଦ୍ୟମର ହୃଦୟଟିକୁ ଯିଏ ଯେତିକି ସକାରାତ୍ମକ ଭାବରେ ଦେଖିପାରେ, ସିଏ ମାଳିକାମାନଙ୍କୁ ସେତିକି କମ୍ ମନ କରେ। ବହୁବିଧ ଦୃଶ୍ୟ ଏବଂ ଅଦୃଶ୍ୟ ଶ୍ରଦ୍ଧାର ଡୋରରେ ଏକତ୍ର ବନ୍ଧାହୋଇ ରହିଥିବା ଏହି ପୃଥିବୀଟି ଯେ ତଥାପି ଜନନୀଟିଏ ହୋଇ ବିହନମାନଙ୍କ ନିମନ୍ତେ ଅଙ୍କ ପ୍ରସାରିତ କରି ରଖିଛି, ଏକଥା ଅନୁଭବ କରୁଥିଲେ ଆମେ କଦାପି ମାଳିକାର ଧମକ ଦେଉଥିବା ସେହି ଅନ୍ୟ ଧାତୁର ସେମାନଙ୍କର କଥାରେ ଭଣ୍ଡିହୋଇ ଯିବାକୁ ଆଦୌ ଇଚ୍ଛା କରିବା ନାହିଁ। ତଥାପି ମାଳିକାଗୁଡ଼ିକୁ ଆମେ ଅବହେଳା ବି କରିବା ନାହିଁ। ସନ୍ଥମାନେ ଚିରଦିନ କାହିଁକି ଯେ ଏହି ମାଳିକା ନାମକ ମାଧ୍ୟମଟିକୁ ଆପଣାର ବାଣୀକୁ ପ୍ରଚାର କରିବାର କାର୍ଯ୍ୟରେ ବ୍ୟବହାର କରିଥିଲେ, ଆମେ ବରଂ ତାହାର ସମ୍ଭାବ୍ୟ କାରଣଟିକୁ ଅଥବା କାରଣଗୁଡ଼ିକୁ ଅନୁସନ୍ଧାନ କରିବା ନିମନ୍ତେ ଏକ ପ୍ରୟାସ କରିବା। ସନ୍ଥମାନେ ସର୍ବୋପରି ଏହି ପୃଥିବୀର ଅଭ୍ୟୁଦୟ କାମନା କରୁଥିଲେ। ଅଧ୍ୟାତ୍ମ ସତ୍ୟଗୁଡ଼ିକୁ ସେମାନେ ଗୋଟିଏ ଗୋଟିଏ ଜୀବନ-ସତ୍ୟ ରୂପେ ଦେଖୁଥିଲେ। ଏବଂ, ଏହି ପୃଥିବୀର ମଣିଷମାନେ ହିଁ ସେହି ସତ୍ୟଗୁଡ଼ିକ ଅନୁସାରେ ନିଜକୁ ନୂତନ